ନୀଳିମାର ସ୍ୱାମୀ ନିରଞ୍ଜନ ସବ୍‌-ଡେପୁଟି। କଳାବତୀର ସ୍ୱାମୀ ରତ୍ନାକର ହାଇସ୍କୁଲର ଶିକ୍ଷକ। ଦୁହେଁ ଯୁବକ, ଉଚ୍ଚ ଶିକ୍ଷିତ। ଦୁହିଁଙ୍କ ସଂସାରରେ ଦୁଃଖ ଅନଟନ, ଅଶ୍ରୁକାରୁଣ୍ୟ ଟିକେ ହେଲେ ନାହିଁ। ତେଣୁ ଦୁହେଁ ହର୍ଷଚିତ୍ତ। ପ୍ରତ୍ୟହ ଦଶଟା ବେଳେ ନିରଞ୍ଜନ ଓ ରତ୍ନାକର ସ୍କୁଲ, ଅଫିସ ଚାଲିଗଲା ପରେ ଏଇ ଦୁଇ ସଖୀ ନିଜ ନିଜର ଗୃହ ଧନ୍ଦା ସମାପନ କରି ଏକତ୍ର ହୁଅନ୍ତି। ଦୁହିଁଙ୍କର ହସଖୁସୀ ଗପ କୌତୁକରେ ଦ୍ଵିପ୍ରହରଟା ପାଣିପରି କଟିଯାଏ, ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ଗପର ସ୍ରୋତ ମାଡ଼ି ଚାଲେ। ଯେତେବେଳେ ଧାଡ଼ି ଧାଡ଼ି ପିଲା ସ୍କୁଲରୁ ଫେରିବା ରାସ୍ତାରେ ଦେଖାଯାଏ, ସେତେବେଳେ ଚମକିଲାପରି କଳାବତୀ ଘରକୁ ଫେରେ। ସ୍ୱାମୀ ଫେରିବାର ସମୟ ଜାଣି ନୀଳିମା ମଧ୍ୟ କଳାବତୀକୁ ଆଉ ଅଟକାଇ ରଖିପାରେ ନାହିଁ। ଏହିପରି ପ୍ରତ୍ୟହ ଦଶଟା ବେଳେ ଦୁହେଁ ଏକତ୍ର ହୁଅନ୍ତି। ପ୍ରତ୍ୟହ ଚାରିଟା ବେଳେ ବିଚ୍ଛିନ୍ନ ହୁଅନ୍ତି। ଚାରିଟା ବେଳେ ରତ୍ନାକର ବୁଲିଗଲା ପରେ, କଳାବତୀର ନୀଳିମା ପାଖକୁ ଯିବାକୁ ଇଚ୍ଛାହୁଏ। ମାତ୍ର ନୀଳିମା ନିରଞ୍ଜନ ସାଙ୍ଗରେ ବୁଲି ଯାଇଥାଏ, ଯେଉଁଦିନ ଯାଇ ନ ଥାଏ, ସେଇଦିନ ନିରଞ୍ଜନ ଘରେ ଥାଏ! ତେଣୁ କଳାବତୀ ଯାଇପାରେ ନାହିଁ। ଦିନ ଗଡ଼ି ଚାଲେ। ଦୁହିଙ୍କ ମନ ଦୁହିଙ୍କ ନିକଟକୁ ଲାଗି ଆସେ। ଦୁହେଁ ଦୁହିଙ୍କ ଜୀବନ ଆଭ୍ୟନ୍ତରକୁ ପଶି, ଅନେକ କିଛି ଦେଖିବାର, ଜାଣିବାର ଲୋଭକୁ ଅନୁଭବ କରନ୍ତି। ମାତ୍ର ସୌଜନ୍ୟବୋଧ ଦୁହିଁଙ୍କ ମୂଳ କରି ରଖେ। ସେଦିନ ଦ୍ଵିପ୍ରହରରେ ଦୁହେଁ ଏକାଠି ହେଲେ। ଅନେକ କିଛି ମାମୁଲି କଥାବାର୍ତ୍ତା ପରେ, ନୀଳିମା ପଚାରିଲା, "ଗୋଟିଏ କଥା ପଚାରିବି, କିଛି ଭାବିବୁ ନାହିଁ ତ? "ନୀଳିମା ଯେ କ କି କଥା ପଚାରି ପାରେ, ଏକଥା ବୁଝି ନ ପାରି କଳାବତୀ ଅଭୟ ଦେଲା।ନୀଳିମା ଏଥର ସ୍ମିତ ହସି କହିଲା, "ରତ୍ନାକରବାବୁ ତମକୁ ଖୁବ୍ ଭଲପାନ୍ତି ନା?" ନୀଳିମାର ଏ କଥାରେ କଳାବତୀ ଚମକି ପଡ଼ିଲା। ଏ ପ୍ରଶ୍ନରେ କି ଉତ୍ତର ଦେବ ସେ ଜାଣିପାରିଲା ନାହିଁ। ରତ୍ନାକର ତାକୁ ଭଲପାଏ କି ନା ଏକଥା ଗବେଷଣା କରି ଜାଣିବାକୁ ସେ କେବେ ଚେଷ୍ଟା କରି ନାହିଁ। ଏଭଳି ପ୍ରଶ୍ନର ସ୍ଥିତି ଯେ ଥାଇପାରେ ଏହା ମଧ୍ୟ ତା'ର କଳ୍ପନାର ବାହାରେ। ନୀଳିମାକୁ ଏହାର କୌଣସି ଉତ୍ତର ଦେଇ ନ ପାରି ସେ ଚୁପ୍ ରହିଲା। କଳାବତୀକୁ ଚୁପ୍ ରହିବାର ଦେଖି ନୀଳିମା ମୁହଁରେ ହସ ର ଚହଟିଲା। ସେ କହିଲା, "ଓଃ ଲାଜ ଲାଗୁଚି ନା! ମାତ୍ର ମୁଁ ତମର ସମବୟସୀ ପୁଣି ବନ୍ଧୁ!" କଳାବତୀ ଏଥର ମୁହଁ ଉଠାଇ କହିଲା, "ନା, ଲାଜ ନୁହେ, ମାତ୍ର କି ଉତ୍ତର ଦେବି ଭାବିପାରୁ ନାହିଁ। ଭଲ ପାଇବାର ସଂଜ୍ଞା କ'ଣ ମୁଁ ଜାଣି ନାହିଁ। କେବେ ବୁଝି ତଦ୍ଦ୍ୱାରା ଜୀବନକୁ ସମୀକ୍ଷା କରି ଦେଖିବାର ସୁଯୋଗ ପାଇ ନାହିଁ। ତେଣୁ ସେକଥା ମୁଁ କିଛି କହିପାରୁ ନାହିଁ।" କଳାବତୀର ଏକଥାରେ ନୀଳିମା ସନ୍ତୁଷ୍ଟ ହେଲା ଭଳି ଜଣାଗଲା ନାହିଁ। କଳାବତୀର କଥାଗୁଡ଼ିକ ତା' ପାଖରେ ଏକାନ୍ତ ଦୁର୍ବୋଧ୍ୟ ରହିଗଲା। ସେ ଆଶା କରିଥିଲା କଳାବତୀ ଯାହା କହିବ, ସେଥିରେ ରଙ୍ଗ ଥିବ, ଛନ୍ଦ ଥିବ, ବିନ୍ୟାସ ଥିବ। ମାତ୍ର ରୋକଠୋକ୍ ପଦେ କଥାରେ କଳାବତୀ ତା'ର ସମସ୍ତ ଉତ୍କଣ୍ଠାକୁ ଶେଷ କରି ଦେଲା। ନିଜର କଥା ଶେଷ ହେଲା ପରେ, କଳାବତୀ ଏଥର ମୁଣ୍ଡ ଉଠାଇ ପ୍ରଶ୍ନ କଲା, "ଏଥର ମୋ' ପ୍ରଶ୍ନର ଉତ୍ତର ଦିଅ। ନିରଞ୍ଜନବାବୁ ତମକୁ କେମିତି ଭଲ ପାଆନ୍ତି?" କଳାବତୀର ଏ ପ୍ରଶ୍ନରେ ନୀଳିମା କେମିତି ଉତଫୁଲ୍ଲ ହୋଇ ଉଠିଲା। ତା' ଓଠରେ ଯେଉଁ ଛୋଟ ହସର ଫାଲୁ, ମୁହଁରେ ଯେଉଁ ଫିକା ଲାଜର ରଙ୍ଗ।